ସୁଜାତା ଆଶ୍ଚର୍ଯ୍ୟ ଭାବରେ ଅନାଇଲା ଭଦ୍ରବ୍ୟକ୍ତିଙ୍କୁ। ''ଏଥର ଚିହ୍ନି ପାରିବ'' କହି ମୁହଁରେ ଲଗାଇଥିବା କୃତ୍ରିମଦାଢ଼ିକୁ ବୀରେନ୍ଦ୍ର ଖୋଲିଦେଲେ। ''ଆରେ ବୀରେନ୍ଦ୍ର ତୁମେ? '' କହି ସୁଜାତା ନିଶ୍ଚଳ ଭାବରେ ଅନାଇଲା ବୀରେନ୍ଦ୍ରକୁ। ''ହଁ ସୁଜାତା! କେବଳ ତୁମର ଅବହେଳା ସହ୍ୟ କରିବାକୁ ଭଗବାନ ମୋତେ ଆଜିଯାଏ ବଞ୍ଚାଇ ରଖିଛନ୍ତି। ମୋର ନିର୍ଲ୍ଲଜ ଜୀବନଟାକୁ ଅନେକଥର ଗୁଳିପାଖରେ ମଧ୍ୟ ପରୀକ୍ଷା କରିସାରିଛି। ମରିପାରିଲି ନାହିଁ କେବଳ ତୁମରି ପାଇଁ। '' ଅତି ନିର୍ମମ ଭାବେ କହିଗଲେ ବୀରେନ୍ଦ୍ର-। ସୁଜାତା ଆକାଶ ପାତାଳ କେତେ କ'ଣ ଭାବିଯାଉଥିଲା। ପୁଣି ବୀରେନ୍ଦ୍ର କହିଲେ, ''ତୁମକୁ ବିଶ୍ୱାସକରି ନିଃସଙ୍ଗ ଜୀବନ ମଧ୍ୟ ହସି ହସି କାଟି ଦେଇ ପାରିଲି। ସୁଜାତା। '' ସୁଜାତା କୌଣସି ଉତ୍ତର ଦେଲାନାହିଁ। ସେ ଗତି ପରିବର୍ତ୍ତନ କରି ଅନ୍ୟଆଡ଼େ ଚାଲିଗଲା। ତହିଁ ପରଦିନ ବୀରେନ୍ଦ୍ର ସାମନା ବାରଣ୍ଡାରେ ପଦଚାରଣ କରୁଥାନ୍ତି। ବିଷଣ୍ଣ ମୁଖରେ ଘର ଭିତରକୁ ପଶିଆସିଲା ସୁଜାତା। ବୀରେନ୍ଦ୍ର ସୁଜାତାକୁ ଅନୁସରଣ କଲେ। ସୁଜାତା କଣ୍ଠରେ ଦୃଢ଼ତା ଫୁଟାଇ କହିଲା ''ବୀରେନ୍ଦ୍ର! ତୁମର ସୁଜାତାକୁ ଚିହ୍ନି ପାରିଲ ତ? '' ବୀରେନ୍ଦ୍ର କୌଣସି କିଛି ବୁଝି ନପାରି କେବଳ ଅନାଇଲେ ସୁଜାତାକୁ। ସୁଜାତା ପୁଣି ଅବିଚଳିତ କଣ୍ଠରେ କହିଲା, ''ନାରୀକୁ ଚିହ୍ନିବାକୁ ପୁରୁଷ ଯେତେ ଚେଷ୍ଟା ନ କରେ ଜୀବନ ସଙ୍ଗରେ ଜୁଆ ଖେଳିବାକୁ ସେତେ ସେ ଚେଷ୍ଟାକରେ। '' ଏତିକି କହି ସୁଜାତା ତା'ର ନିରାଭରଣ ହାତ ଦୁଇଟିକୁ କାଢ଼ି ବୀରେନ୍ଦ୍ରକୁ ଦେଖାଇଲା। ସେତେବେଳେ ସୁଜାତାର କପାଳରେ ସିନ୍ଦୂର ନ ଥିଲା। ତା'ର ପରିଧେୟ ଥିଲା ଗୋଟିଏ ସାଧା ଧୋତି। ବୀରେନ୍ଦ୍ର ଚିତ୍କାର କରି କହିଲେ, ''ସୁଜାତା! ଏ ଅଭିନୟ ପୁଣି କାହିଁକି? '' ''ସ୍ତ୍ରୀ ମାତ୍ରେ ହିଁ ଅଭିନୟକୁ ଘୃଣା କରନ୍ତି। ସ୍ତ୍ରୀ ଯାହା କହେ ତାହା ମଧ୍ୟ ପାଳନ କରିଥାଏ। '' ଏତିକି କହିସାରି ପୁଣି ପରିଷ୍କାର ଗଳାରେ ସୁଜାତା ଆରମ୍ଭ କଲା ''ଶୁଣ ବୀରେନ୍ଦ୍ର! ତୁମର ମୃତ୍ୟୁ ଖବର ଯେଉଁ ଦିନ ପାଇଲି, ତୁମର ପ୍ରତ୍ୟକ୍ଷଦର୍ଶୀ ବନ୍ଧୁଙ୍କ ପାଖରୁ ସେହିଦିନ ସେହି ଚାରିପଟ ଚୁଡ଼ି ହାତରୁ ବାହାର କରି ଥୋଇଦେଇଛି କେବଳ ତୁମ ପାଇଁ। ତୁମେ ତ ଜାଣ ଆମର ସମାଜ ନାରୀର ମନକୁ ଚିହ୍ନିପାରେ ନାହିଁ। ସେ କେବଳ ଚିହ୍ନେ ଏହି ଦେହଟାକୁ ଯେଉଁ ଦେହଟାକୁ ମରିଗଲା ପରେ ବିଲୁଆ ଶାଗୁଣା ଖାଇ ଆନନ୍ଦ ପାଆନ୍ତି। ସେହି ଦେହଟାକୁ ଯଦି ଜିଅନ୍ତା ଅବସ୍ଥାରେ ଗୋଟିଏ ନରମାଂସ ଲୋଭୀ ହୃଦୟହୀନ କୁତ୍ସିତ ପୁରୁଷକୁ ଦିଆଯାଏ, କ୍ଷତି କ'ଣ? ବର୍ତ୍ତମାନ ବୁଝିଲ ମୋ ସଙ୍ଗେ ତୁମର ହିତାକାଙ୍କ୍ଷୀ ବନ୍ଧୁଙ୍କ ସମ୍ପର୍କ କ'ଣ। '' ବୀରେନ୍ଦ୍ର କୌଣସି ଜବାବ୍ ଦେଇ ପାରିଲେ ନାହିଁ। ସେ ତରବରରେ ଭିତର ଘରକୁ ଯାଇ ଗୋଟିଏ ଚମଡ଼ା ସୁଟକେଶ୍ ଧରି ଦୁଇମିନିଟ୍ ମଧ୍ୟରେ ଫେରିଆସିଲେ। ''ସୁଜାତା! ମୋର ଅନୁରୋଧ ତୁମକୁ ରକ୍ଷା କରିବାକୁ ହେବ। '' ଏତିକି କହି ବୀରେନ୍ଦ୍ର ସୁଟକେଶ୍ ଖୋଲି ଦେଇ ସୁଜାତା ହାତକୁ ବଢ଼ାଇ ଦେଲେ ଶାଢ଼ି ଓ ଗହଣା ''ଏ ସବୁ ତୁମ ପାଇଁ କୋଡ଼ିଏ ବର୍ଷତଳେ କିଣିଥିଲି, ସୁଜାତା! '' ସୁଜାତା ହସି ହସି ବୀରେନ୍ଦ୍ର ଆଗରେ ତାହାର ନିରାଭରଣ ହାତ ଦୁଇଟି ଦେଖାଇ କହିଲା, ''ଚୁଡ଼ି ତୁମେ ନିଜେ ପିନ୍ଧାଇଦିଅ ବୀରେନ୍ଦ୍ର! ସିନ୍ଦୂର ମଧ୍ୟ- '' ସୁଜାତାର ସୁନ୍ଥାରେ ପୁଣି ଦାଉ ଦାଉ ହୋଇ ସିନ୍ଦୂର ଜଳିଉଠିଲା। ବୀରେନ୍ଦ୍ର ଲୋଭନୀୟ ଆଖିରେ ଅନାଇଲେ ସୁଜାତାକୁ। ଏତେ ରୂପ ସୁଜାତାର କେଉଁଠି ଥିଲା? ପ୍ରାୟ ପନ୍ଦର ମିନିଟ୍ ଧରି ଉଭୟେ ଉଭୟଙ୍କୁ ଅନାଇ ରହିଲେ। ବୀରେନ୍ଦ୍ର ଭିତରକୁ ଉଠିଯାଇ ପୁଣି ଫେରିଆସିଲେ ସୁଜାତା ପାଖକୁ। ସେ ସୁଜାତା ହାତକୁ ଲକ୍ଷେ ଟଙ୍କାର ଚେକ୍ଟିଏ ବଢ଼ାଇଦେଇ କହିଲେ, ''ସୁଜାତା! ଏତିକି ମୋର ସାରାଜୀବନର ସଞ୍ଚୟ। ତୁମେ ସାଦରେ ଗ୍ରହଣ କରିବ ବୋଲି ମୋର ଏକାନ୍ତ ଅନୁରୋଧ। '' ସେତେବେଳକୁ ରାତି ପ୍ରାୟ ସାଢ଼େ ନଅ। ବୀରେନ୍ଦ୍ର କହିଲେ, ''ସୁଜାତା! ରାତି ଅନେକ ହେଲାଣି। ତୁମର ସ୍ୱାମୀ ତୁମକୁ ଅପେକ୍ଷା କରିଥିବେ। ତୁମେ ଏଥର ଯାଅ। '' ବୀରେନ୍ଦ୍ରର କଥା ଶୁଣି ସୁଜାତା ଚମକି ଉଠିଲା। ସେ ମନେମନେ ନିଜକୁ ନିଜେ ପ୍ରଶ୍ନକଲା ଫେରିଯିବା ପାଇଁ ସେ କ'ଣ ଆଜି ଆଉ ଆସିଥିଲା? ଧୀରେ ଧୀରେ ପାଦକାଢ଼ି ସୁଜାତା ପଦାକୁ ଆସିଲା। ଆଜି ତା'ପାଇଁ ସବୁ ଦ୍ୱାର ବନ୍ଦ। ସେ ପୁଣି ଯିବ କେଉଁଠାକୁ? ତହିଁ ଆରଦିନ ବୀରେନ୍ଦ୍ର ଡାକରେ ଚିଠି ପାଇଲେ, ଲେଖିଥିଲା ସୁଜାତା.